ଏଥିରେ ସୁମିକୁ କେବେ ନିଦ ହୁଏ? ସୁମିକୁ ଶୋଇବାକୁ କହି ସୁମି ମା ଖାଇବାପାଇଁ ଗଲେ। ଏଇ ସମୟରେ କୁନ୍ଦ ଅପା ଆସି ସୁମି ମା'ଙ୍କ ସହ ଗପ ଆରମ୍ଭ କରିଦେଲା। କୁନ୍ଦ ଅପା ବୁଢ଼ୀ ହେଲାଣି-। ଛୁଆଟି ଦିନରୁ ବିଧବା। ଶାଶୁଘର ମାଟି ମାଡ଼ି ନାହିଁ। ଛୁଆଟିବେଳେ ସୁନା ଥାଳିରେ ବସି ବାହା ହୋଇଥିଲା। ଶାଶୁଘରକୁ ଯିବାକୁ ବାହାଘର ଯୋଗାଡ଼ଯନ୍ତ୍ର କରୁଥିଲାବେଳେ ସ୍ୱାମୀ ମରିଗଲେ। ସେଇଦିନରୁ ସେ ବିଧବା ହୋଇ ବାପଘର ଗାଁରେ ରହିଚି। ତାକୁ ସଭିଏଁ ଡାକନ୍ତି କୁନ୍ଦ ଅପା। ଭାରି ଗପୁଡ଼ି। କଥା ଲମ୍ବେଇ ବସିଲେ ରାତି ପୁହେଇ ଦେବ। କି କଥା ଯେ ସେ କହେ-ଆଉ, କି କଥା ଯେ ସେ ନ କହେ-ବୁଝିବା କଷ୍ଟ। ଖଡ଼ା ଶାଗ କିଆରୀ କଥା କହୁ କହୁ ବନାରସୀ ପାଟ ଯାଏଁ କଳ୍ପନା ବୁଲେଇ ଦିଏ। ସୁମି ଭାବିଲା-ଠିକ୍ ଏଇ ସୁବିଧା ବେଳ। କାଇଦା କରି ଘରୁ ବାହାରିଗଲେ ଆମ୍ବ ତୋଟାରେ ସୁନ୍ଦର ଖେଳ ହେବ। ସେ ଆସ୍ତେ ଆସ୍ତେ ଖଟରୁ ଓହ୍ଲେଇ ଚାହିଁଲା-ମା' ବାଡ଼ିଆଡ଼କୁ ପିଠି କରି ଖାଇ ବସିଚି। ତା'ରି ପଛ ଦେଇ ବାଡ଼ି ଦୁଆରକୁ ଚାଲିଗଲେ ଜାଣିପାରିବ ନାଇଁ। ବଡ଼ ସାବଧାନ। ଜାଣିପାରିଲେ ପିଠି ଫଟେଇଦେବ। ତଥାପି ସୁମିର ସାହସ କମ୍ ନୁହେଁ। ଧୀରେ ଧୀରେ ପାଦ ଟିପି ଟିପି ଯାଇ ସେ ଅକ୍ଳେଶରେ ମା'କୁ ପାରି ହୋଇଗଲା; କିନ୍ତୁ ବାଡ଼ିକବାଟ ଏକ ଅଦ୍ଭୁତ ପ୍ରକାରର ଶବ୍ଦ କରେ। ସୁମି କବାଟ ଖୋଲିବା ଆରମ୍ଭ କଲାକ୍ଷଣି ଶୁଭିଲା-କେଁ କେଁ କେଁ କଟ୍-କଟ୍-କଟ୍। ସୁମିମା ବୁଲି ଚାହିଁଲେ। ସୁମି କିଛି ନ ଜାଣିଲା ପରି ଚୁପ୍ ହୋଇ ଠିଆ ହୋଇଗଲା। ସୁମି ମା କହିଲେ-'କିଲୋ, ଶୋଇକି ଉଠିଲୁକି ବାୟାଣୀ। ' ସୁମିର ସବୁ ଯୋଜନା ଏକାବେଳକେ ମାଟି। ବାଡ଼ିକବାଟକୁ ସେ ମନଇଚ୍ଛା ଗାଳି ଦେଲା। ହଠାତ୍ ଏକ ବୁଦ୍ଧି ଦିଶିଲା ତାକୁ-ସେ କହି ପକେଇଲା-ଝାଡ଼ା ଯାଉଚି। ସୁମି ମା ସାଙ୍ଗେ ସାଙ୍ଗେ କହିଲେ-''କିଲୋ ପାଣି ନ ନେଇ ଖାଲି କେମିତି ଯାଉଚୁ। '' ସୁମି ଉପାୟାନ୍ତର ନ ଦେଖି ଗଡ଼ୁଏ ପାଣି ଧରି ବାଡ଼ିକୁ ଗଲା। ଗଡ଼ୁକୁ ଏକ ଛୋଟ ଚାକୁଣ୍ଡା ଗଛ ମୂଳେ ଲୁଚେଇ ଦେଇ ପଳାଇଲା ଆମ୍ବତୋଟାକୁ। ସେଇ ଦିନ ଫେରିଲା ପରେ ହୋଇଥିଲା ତା ଉପରେ ମାଡ଼। ଦୁଇଟା ଫେଁ-ଫେଁଇଆ-କଞ୍ଚିରେ ସୁମି ମା ତାର ପିଠିରେ ଦାଗ ବସେଇ ଦେଇଥିଲେ। ସେ ଚିଉଳା ଛାଡ଼ି କାନ୍ଦିଲା, ଲୁହ ଝରଝର ହୋଇ ବହିଗଲା। ପିଠି ଫୁଲି ଲାଲ ଚର୍ଚ୍ଚର ହୋଇଥାଏ। ତକିଆ ଉପରେ ମୁହଁ ଲଦି କାନ୍ଦୁ କାନ୍ଦୁ କେତେବେଳେ ଶୋଇପଡ଼ିଲା ତାକୁ ଜଣାପଡ଼ିଲା ନାହିଁ। ଉଠିଲାବେଳକୁ ଦେଖେ ତ ମାଆ ତା ପିଠିରୁ ଜାମା ଟେକି ପୁଲିଲା ଜାଗାରେ ଗରମ ତେଲ ମାଲିସ କରୁଛି। ତାର ଆଖିରୁ ଲୁହ ଝରୁଚି। ସେ ଦିନ ରାତିରେ ସୁମି ମା' କୋଳରେ ପଶି ଶୋଇଲା। ମା' ତାକୁ ଟିକିଏ ଛାଡ଼ିଲେ ନାଇଁ। ସୁମିର ମନେ ଅଛି ମଝିରେ ମଝିରେ ମା' କହୁଥାଏ-'ଆହା, ମୁଁ ଡଙ୍କୁଣୀ ଛୁଆଟାକୁ କେତେ ନ ମାଇଲି। ' ସୁମି-ବାପା ରାମାନନ୍ଦଙ୍କର ଦୋବଲ ବଜାର ଉପରେ ସିଲେଇ ମେସିନ ଦରଜୀ ଦୋକାନ। ସିଏ ପ୍ରତିଦିନ ସକାଳୁ ଯାଆନ୍ତି-ସଂଧ୍ୟା ପରେ ଫେରନ୍ତି। ସେଦିନ ସେ ଫେରି ସୁମି। ମା'ଙ୍କୁ ଗାଳି ଦେଇଥିଲେ। ମା' ଉପରେ ଗାଳି ହେଲାବେଳେ ସୁମିର ମାଆ ପ୍ରତି ଭାରି ଦୟା ହେଉଥାଏ। ତା'ରି ଲାଗି ସିନା ମାଆ ଗାଳି ଖାଉଛି। ତହିଁ ଆରଦିନ ସକାଳୁ ବାପାଙ୍କ ସାଙ୍ଗରେ ଗାଁ-ଦୋକାନକୁ ଗଲା। ରାମାନନ୍ଦଙ୍କୁ ସମସ୍ତେ ଚିହ୍ନିନ୍ତି। ସୁମିକୁ ବି। ସୁମିକୁ ବାପାଙ୍କ ସାଙ୍ଗେ ଦୋକାନକୁ ଯିବାକୁ ଭଲ ଲାଗେ। କାରଣ ସେଠି ବିକ୍ରୀ ହୁଏ-ଲଜେନ୍ସ, ବିସ୍କୁଟ ଓ ଦାନାଦାର। ସୁମି ପାଇଁ କିଛି ନା କିଛି କିଣାଯାଏ। ସେଦିନ ସୁମି ଭାଗ୍ୟରେ ତିନୋଟିଯାକ ଜୁଟିଲା। ସେ ସେଗୁଡ଼ିକୁ ଧରି ଆସି ସୁମି ମା'ଙ୍କୁ ଦେଖେଇ କହିଥିଲା-''ହଇଲୋ ମା' ଦେଖୁଛ ମୋର କେତେ ଜିନିଷ। '' ବର୍ତ୍ତମାନ ଯଦି ସେ ଘରକୁ ନ ଫେରେ ପୁଣି ମା' ମାରିବ ଓ ପୁଣି ବାପାଙ୍କ ପାଖରୁ ଲଜେନ୍ସ, ବିସ୍କୁଟ ଓ ଦାନଦାର ମିଳିବ। ତେବେ ନ ଯିବାହିଁ ଭଲ। କିନ୍ତୁ ମାଆ ଯଦି ପୁନର୍ବାର ବାପାଙ୍କଠାରୁ ଗାଳି ଖାଏ? ସୁମିର ଛୋଟ ଛାତି ଭିତରେ ସୁମିମା'ଙ୍କ ଲାଗି ଭର୍ତ୍ତି ହୋଇଗଲା ନବ ନବ ବେଦନାର ଅଜସ୍ର କୁହେଳିକଣା।